ବୃଦ୍ଧ ମାଖନ ଚୌଧୁରୀଙ୍କର ମେରୁଦଣ୍ଡ ଦୋହଲିଯିବ। ଆର୍ତ୍ତନାଦ କଲା କଲାଭଳି ଟଳି ପଡ଼ିବେ ସେ। ଝିଅ ହୋଇ ସହିବାକୁ ପଡ଼ିବ ସବୁକିଛି। ତା' ପରେ, ତା' ପରେ ବୃଦ୍ଧ ମାଖନ ଚୌଧୁରୀ ପୁଣି ଅନ୍ନବସ୍ତ୍ରର ଚିତ୍କାର ଦେଇ ଦେଇ ଖୋଜି ବୁଲିବେ ଚାକିରି।ବାର ଦ୍ୱାରରୁ ମୁହଁ ଭାଙ୍ଗି ଫେରିବାକୁ ପଡ଼ିବ। କିଏ କହିବ, “ଆସନ୍ତାକାଲି ଆସ, ଦେଖିବା।” କିଏ କହିବ, “ଦୁଇ ଦିନ ଆଗରୁ କହିଥିଲେ କିଛି ହୋଇଥାନ୍ତା, ଆଜି କହି ଲାଭ ନାହିଁ।” ଆଉ କିଏ କହିବ, “ଚାକିରିଟିଏ ପାଇବା ସହଜ କଥା ନୁହେଁ। ଏଥିପାଇଁ ଅନେକ ଉତ୍କୋଚ ଦେବାକୁ ହେବ।”ଆଉ କିଏ କହିବ, “ମୁଁ ଚେଷ୍ଟା କରିବି ସତ, ହେଲେ ସବୁ ବଡ଼ବାବୁଙ୍କ ହାତରେ। ଅତି କମ୍ରେ ତିନି ଶହ ଟଙ୍କା ନ ଦେଲେ ତାଙ୍କ ପାଖରୁ କାମ ଉଠାଇବା ସହଜ ନୁହେଁ। ଏଥିପାଇଁ ମାଛ ଘିଅ ବୁଝା ଚାଲିବ। ସାହେବଙ୍କ ବନ୍ଧୁର ବନ୍ଧୁର ବନ୍ଧୁଙ୍କ ଚିହ୍ନାଙ୍କୁ ଧରି ଅତି କମ୍ରେ କୋଡ଼ିଏ ଥର ଦୌଡ଼ିବାକୁ ହେବ।”କେଉଁଥର ସାହେବ ଟୁର୍‌ରେ ଚାଲି ଯାଇଥିବେ, କେଉଁଥର ପ୍ରବଳ କାମ ଚାପରେ ସାହେବ ସାକ୍ଷାତ ଦେବା ବନ୍ଦ ରଖିବେ। ତା'ପରେ ହୁଏତ ମନ୍ତ୍ରୀ ସୁପାରିଶ ନେଇ ସାକ୍ଷାତ କରିବା ପରେ ଶୁଣିବାକୁ ମିଳିବ ନିଶ୍ଚୟ, ନିଶ୍ଚୟ, ତୁମ କଥା ମୋ ମନରେ ରହିଲା। ହେଲେ ସମୟ ସାପେକ୍ଷ। ବର୍ତ୍ତମାନ ଭ୍ୟାକେନ୍ସି ନାହିଁ। ମାତ୍ର କେତେଦିନ ଭିତରେ ଭ୍ୟାକେନ୍ସି ସୃଷ୍ଟି ହେବା ସମ୍ଭବ। ଏଥିପାଇଁ ମୁଁ ମଧ୍ୟ ଉପରକୁ ଲେଖାଲେଖି କରିଛି। ତା'ପରେ ଚାକିରି ଖୋଲିବ। ଲୋକ ନିଯୁକ୍ତି ପାଇବେ।ସାହେବଙ୍କୁ ପଚାରିଲେ ସାହେବ କହିବେ, ଆରେ, ହେଇ ଦେଖ, ତୁମ କଥା ମୁଁ ବିଲ୍‌କୁଲ ଭୁଲି ଯାଇଛି। କିନ୍ତୁ ଏଥର ଆଉ ଭୁଲିବାର ଅବକାଶ ନାହିଁ। ତା'ପରେ ଷ୍ଟେ ଷ୍ଟେନୋଙ୍କୁ ଡାକାଯିବ। ସେ ନାଁଟାକୁ ନୋଟ୍‌ କରି ରଖିବେ।କିନ୍ତୁ ଏଥିରେ କ'ଣ ବୃଦ୍ଧ ମାଖନ ଚୌଧୁରୀଙ୍କ ଅବସ୍ଥାରେ ସମାଧାନ ହୋଇପାରିବ? ଏମିତି ଅନେକ ଭାବନାରେ ପୋତି ହୋଇ ପଡ଼ୁଛି ଚନ୍ଦ୍ରାବତୀ। ଟ୍ରେନ୍‌ର ଗତିରେ ବିରାମ ଅଛି। ହେଲେ ଚନ୍ଦ୍ରାବତୀର ଭାବନାରେ ବିରାମ ନାହିଁ।ବସ୍‌ଟା ଦୁଆର ମୁହଁରେ ଆସି ଅଟକିଗଲା ଚନ୍ଦ୍ରାବତୀ। ପାଇଁ ପାଉଁ ଦେଇ ଉଠିଗଲା କବାଟ ଖୋଲିବାକୁ। ହଠାତ୍ ତା'ର ନଜର ପଡ଼ିଲା ଝଞ୍ଜିର ଦେହରେ ଝୁଲୁଥିବା ଗୋଟିଏ ଚିଠି ଉପରେ। ଝାମ୍ପିଆଣି ପଢ଼ିବାରେ ଲାଗିଲା ଚନ୍ଦ୍ରାବତୀ। ଲେଖାଥିଲା, “ମା ଚନ୍ଦ୍ରାବତୀ! ମୋ ଚାକିରି ଯିବା କଥା ଶୁଣି ତୁ ଦୌଡ଼ିଗଲୁ କାରଖାନାକୁ। ହୁଏତ ଭାବିଲୁ ଯେ ସୁଖାଡ଼ିଆଙ୍କୁ ଅନୁରୋଧ କଲେ ସେ ତୋ କଥା ଶୁଣିବେ, କିନ୍ତୁ ମୁଁ ବେଶ୍ ଚିହ୍ନିଛି ସର୍ବଗ୍ରାସୀ ମ୍ୟାନେଜର ସୁଖାଡ଼ିଆଙ୍କୁ। ସେ କଦାପି ଚାକିରି ଫେରାଇ ଦେବେନି। ଏ ବିଷୟରେ ମୁଁ ନିଶ୍ଚିତ। ତାଙ୍କ ନିକଟରେ ମଣିଷ ଜୀବନ ଗୋଟାଏ ଖେଳଘର। ମୋରି ଆଖି ଆଗରେ ସେ ଅନେକଙ୍କ ଚାକିରି ଖାଇଛନ୍ତି। କାହାରି ଅନୁରୋଧ ରକ୍ଷା କରି ନାହାନ୍ତି। ତୋ ଅନୁରୋଧ ବା ରଖିବେ କାହିଁକି?ମୋ ଜୀବନରେ ମୁଁ ଅନେକ ଯନ୍ତ୍ରଣା, ଅନେକ ଅତ୍ୟାଚାର ସହିଚି। ଛାତିକୁ ପଥର କରି ପରିସ୍ଥିତିର ମୁକାବିଲା କରିଛି। କିନ୍ତୁ ଆଜି ଆଉ ପାରୁନି। ନୂଆଖାଲିରୁ ଆସିବା ଦିନରୁ ଅନେକ ଗାଳି, ଅନେକ ମାଡ଼, ଅନେକ ଅତ୍ୟାଚାର ମୁଁ ସହିଛି। ହେଲେ ସବୁ କେବଳ ତୋରି ସୁଖ ଦେଖିବା ପାଇଁ।ତୋ ପ୍ରତି ଏ ସମାଜରେ ଯେଉଁ ଅଶ୍ଳୀଳ ଅକ୍ଷେପ, ସବୁ ମୁଁ ଏଇ ଦୁଇ ଆଖିରେ ଦେଖିଚି। ପୁଣି ଛାତିପାତି ସହିଛି। କାରଣ ପ୍ରତ୍ୟେକ ବାପା ଚାହାନ୍ତି, ମୋ ପୁଅ, ମୋ ଝିଅ ନଷ୍ଟ ଭ୍ରଷ୍ଟ ହେଉନ୍ତୁ ପଛକେ, ଦୀର୍ଘଜୀବୀ ହୋଇ ବଞ୍ଚି ରୁହନ୍ତୁ।ଆଜି କିନ୍ତୁ ଆଉ ପାରୁନି। ରକ୍ତ ନିଗାଡ଼ି ପରିଶ୍ରମ କରି ମୁଁ ସୁନାମ ଦେଇ ପାରିନାହିଁ। ତୋତେ ବଞ୍ଚାଇ ପାରିନାହିଁ। ଏ ସମାଜ ଚାହିଁଛି ମୋ ଦେହରୁ ଆହୁରି ରକ୍ତ। ହେଲେ ଏ ବୃଦ୍ଧ ଯେ ସମସ୍ତ ରକ୍ତ ନୂଆଖାଲିରେ ଅଜାଡ଼ି ଦେଇ ଆସିଚି!କ'ଣ କରିବି, ଦୋଷ ଦେବୁନାହିଁ। କେତେ ସହିବି ଆଉ ଅଲିଅଳ ଝିଅଟାର ବୁ ବୁକୁଫଟା ଆର୍ତ୍ତନାଦ? ଶେଷ ଭରସା ଚାକିରି ଖଣ୍ଡକ ଗଲା।